ଆମ ସାହିତ୍ୟରେ ଆଧୁନିକ ଯୁଗର ସିନ୍ଦୂରା ଫାଟୁଥିବା ସମୟରେ ରାଧାନାଥ, ମଧୁସୂଦନ ଏବଂ ନନ୍ଦକିଶୋର ସମସ୍ତେ ଉଚ୍ଚ ଅନ୍ୟ ପଦରେ ରହିଥିଲେ। ତଥାପି, ଏତେ ପାଇ ଓ ଏତେ ଦାଇ କବିବର ରାଧାନାଥ ରାୟ ଜୀବନର ଶେଷ ଚରଣରେ ଲିଖିତ ଏକ ଚିଠିରେ ସିଏ ଓଡ଼ିଆରେ ନଲେଖି ବଙ୍ଗଳା ଭାଷାରେ ଲେଖିଥଲେ ଅଧିକ ଲାଭବାନ ହୋଇଥାଆନ୍ତେ ବୋଲି ଭାରି କ୍ଷୋଭ କରି ଲେଖିଥିଲେ। ହଁ, କବିବରଙ୍କର ସେହି ଚିଠିଟିକୁ ତାଙ୍କର ଜଣେ ସମସାମୟିକ ଭୀମଭୋଇଙ୍କୁ ପଢ଼ି ଶୁଣାଇଥିଲେ ଭୀମଭୋଇ କେଉଁଭଳି ପ୍ରତିକ୍ରିୟା ବ୍ୟକ୍ତ କରିଥାନ୍ତେ କେଜାଣି? ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ଏଠାରେ ସରକାର ଦିନୁଦିନ ଅଧିକ ବଳବାନ୍ ହୋଇଛି। ନିୟମ ଅନୁସାରେ ଯେକୌଣସି ଗଣତନ୍ତ୍ରରେ ଲୋକଶକ୍ତି ହିଁ ମୁଖ୍ୟ ଶକ୍ତି ହୋଇ ରହିଥାନ୍ତା ଏବଂ ରାଷ୍ଟ୍ରଶକ୍ତି ଲୋକଶକ୍ତିର ଏକ ସହାୟକ ହୋଇ କାର୍ଯ୍ୟ କରୁଥାନ୍ତା। କିନ୍ତୁ ଏକାଧିକ ଅଭାବ ହେତୁ ଭାରତବର୍ଷରେ ତାହା ହୋଇପାରି ନାହିଁ। ସାହିତ୍ୟର ମଧ୍ୟ ସତକୁ ସତ ଏକ ଶକ୍ତି ରହିଛି ବୋଲି ପ୍ରତିପାଦିତ ହୋଇପାରି ନାହିଁ। ତେଣୁ, ଏପରି ପରିସ୍ଥିତିରେ କେତେକ ସାହିତ୍ୟିକ ଅବଶ୍ୟ ରହିବେ, ଯେଉଁମାନେ କି ନିଜର ଅସ୍ତିତ୍ୱ ଉପରେ ନିଜର ମଧ୍ୟ ଏକ ପ୍ରତ୍ୟୟ ସମ୍ଭବ କରାଇବା ନିମନ୍ତେ ସରକାର ଆଡ଼େ ବି ରହିବେ। ସରକାର ଆଡ଼େ ଥିଲେ ସେମାନେ ସରକାରଙ୍କୁ ତୋଷ କରି ରଖିବାକୁ ମଧ୍ୟ ପ୍ରାୟ ଏକ ସାହିତ୍ୟିକ କାର୍ଯ୍ୟ ବୋଲି ଅନୁଭବ କରୁଥିବେ। ଗତ ଜରୁରୀ ଅବସ୍ଥା ସମୟରେ ରାଜ୍ୟରେ ସେହି କଥାଟି ଅତ୍ୟନ୍ତ ସଫାହୋଇ ଯାଇଥିଲା। ସାହିତ୍ୟିକମାନେ କେତେ ଆନୁଗତ୍ୟ ଦେଖାଇ ରାଷ୍ଟ୍ର ଦ୍ଵାରା ଅନୁଗୃହୀତ ହୋଇ ରହିଲେ, ଚର୍ମରାଶି ଦ୍ୱାରା ଘେରି ରହିଥିବା ଏହି ପାର୍ଥିବ ନିରାପତ୍ତାଗୁଡ଼ିକୁ ସବା ଆଗ ଜଗିଲେ। ଏପରିକି ନିଜ ସାହିତ୍ୟ ପାଖରେ ଦୁରାଚାରୀ ହେଲେ। ସେମାନଙ୍କୁ ଦେଖି ବଡ଼ ହସ ମାଡୁଥିଲା ସିନା, ମାତ୍ର ତଥାପି ବୁଝି ହେଉଥିଲା। ଆମ ଶାସନଯନ୍ତ୍ର ଭିତରେ ହାକିମ ବର୍ଗର ଏପରି ଅନେକ ମୂର୍ତ୍ତି ଅନେକ ରହିଥିବେ, ଯେଉଁମାନେ କି ହାକିମ ହୋଇଥିବାରୁ ହିଁ କିଛି ସାହିତ୍ୟ କରି ସିଦ୍ଧିଲାଭ କରାଯିବାକୁ ଅତ୍ୟନ୍ତ ଉତ୍ସାହିତ ଅନୁଭବ କରୁଥିବେ। ଆଗେ ବେଳେବେଳେ ରାଜାମାନେ ଯେତେବେଳେ ସଅକ କରି କିଛି ଲେଖିବାକୁ ଇଚ୍ଛା କରୁଥିବେ, ସେତେବେଳେ ସଭାଯାକର ସମସ୍ତେ ଆବଶ୍ୟକ ପରିଚର୍ଯ୍ୟା କରିବା ସକାଶେ କଛା ଭିଡ଼ି ଅବଶ୍ୟ ଠିଆ ହୋଇ ଯାଉଥବେ। ନିଷ୍କର୍ଷ ହେଉଛି ଯେ, ଆମ ସାହିତ୍ୟରେ ଏବେ ମଧ୍ୟ ସରକାରୀ ରାଜାମାନେ ଅଛନ୍ତି, କାରଣ ସେମାନଙ୍କୁ ଏକ ବିଶ୍ୱସନୀୟତା ଆଣି ଦେବାପାଇଁ ଅନୁରୂପ ଲେଖକ ଓ ସାହିତ୍ୟିକମାନେ ରହିଛନ୍ତି-। ନିଜର କେତେ କେତେ ସନ୍ଧିର ପ୍ରିୟ ଅଭିପ୍ରାୟଗୁଡ଼ିକୁ ପୂରଣ କରିବା ନିମନ୍ତେ ସେମାନେ ସେଠାରେ ଅନୁସରଣିଆ ହୋଇ ପଶିଛନ୍ତି। ତେଣୁ, କ'ଣ ଅସୁନ୍ଦର କଥାଟାଏ ଘଟିଗଲେ ମଧ୍ୟ ସେମାନେ ଯେ ଛାମୁମାନଙ୍କର ପ୍ରତିବାଦ କରିବେ, ଆପଣ କେବେହେଲେ ସେଭଳି ଆଶା କରିବେ ନାହିଁଟି। ଆପଣ ଦୁଃଖଗୁଡ଼ିକୁ ନିଶ୍ଚୟ ବୁଝିବେ। ଗାଳି ଦେବେନାହିଁ। ତେଣୁ, ଏହି ସଂକଟକ୍ଷଣରେ ଆପଣ ହିଁ ସରକାରୀ ସାହିତ୍ୟ ଘରେ ସର୍ବୋଚ୍ଚ କନ୍ଦର୍ପ ହୋଇ ବସନ୍ତୁ ଓ ସାହିତ୍ୟକୁ ସଜାଡ଼ନ୍ତୁ, ରାଜ୍ୟରେ ଏପରି କହିବା ଲାଗି ଯଦି କେତେଜଣ ସାହିତ୍ୟିକ ଥିବେ, ତେବେ ଆମେ ସେଥିରେ ଆଦୌ ଆଚମ୍ବିତ ହେବାନାହିଁ। ସେମାନେ ଯାହାକୁ ବାସ୍ତବ ବୋଲି ଦେଖୁଛନ୍ତି, ସେହି ଅନୁସାରେ ଅବଶ୍ୟ ଆଚରଣ କରିବେ। ସେମାନେ ତୋଷାମଦ କରିବେ ଏବଂ ତଦ୍ଦ୍ୱାରା ଅନୁଗୃହୀତ ହେଉଥିବେ। ତୁମେ ଯଦି କର୍ତ୍ତାମାନଙ୍କୁ ଖୁସି କରି ରଖିଥିବ, ତେବେ କର୍ତ୍ତୃତ୍ୱର ପ୍ରୟୋଗ କରିବା ସମୟରେ କର୍ତ୍ତା ଅବଶ୍ୟ ତୁମ କଥାକୁ ମନେରଖିବେ, ତୁମକୁ ଅନ୍ୟମାନଙ୍କ ପରି ଆଦୌ ନିୟମ ଭିତରେ ପକାଇ ନଚାଇବେ ନାହିଁ ବା କଚାଇବେ ନାହିଁ। ତୁମର ବଦଳି ହେବନାହିଁ,- ଅର୍ଥାତ୍